ଅଳକା ତା'ଆଡ଼କୁ ଆଖି ତୋଳି ଟିକିଏ ଚାହିଁଲେ। ତାପରେ ମୁଣ୍ଡ ନୁଆଁଇ ଖାଇବାକୁ ଲାଗିଲେ। ଭୀମ ଆସି ପଚାରିଲା-ମୋତେ ଡାକୁଥିଲେ ନାନୀ? -ହଁ, ମୋତେ ଭାତ ଦେ। ଭୀମ ହାତରେ ଥାଳି ଖଣ୍ଡେ ଧରି ହାଣ୍ଡି ପାଖକୁ ଯାଉଥିଲା, ମୌସୁମୀ ତା'ର ସ୍ୱଭାବ ବିରୁଦ୍ଧ କଣ୍ଠରେ ପାଟି କରିଉଠିଲା। କହିଲା-ଥାଳି କ'ଣ ହେବ? ମୋତେ ଏଇ ଥାଳିରେ ଭାତ ଦେ। ବହୁତ ତରକାରୀ ଦେ କହି ଭାଉଜଙ୍କ ସାଙ୍ଗରେ ବସିପଡ଼ିଲା। ଭୀମ ସ୍ନେହଭରା ଆଖିରେ ଟିକିଏ ଚାହିଁ ଭାତ ତରକାରୀ ଦେଇ ଚାଲିଗଲା। ମୌସୁମୀ ଭାତ ଗୁଣ୍ଡାଟିଏ ବଳି ଭାଉଜଙ୍କ ମୁହଁ ପାଖରେ ଧରିଲା। ଭାଉଜ ଟିକିଏ ଚାହିଁ ରହିଲେ। ନିଅ, ଖାଅ। ଭାଉଜ ହାଁ କରି ଗୁଣ୍ଡାଟି ଖାଇଲେ। ଆଖିରେ ଆଖିଏ ପାଣି, ଓଠରେ ହସର ଝଲକ। ସେ ବି ମୌସୁମୀକୁ ଖୁଆଇଦେଲେ। ମୌସୁମୀର ମଧ୍ୟ ଆଖିରେ ପାଣି ମୁହଁରେ ହସ। ଦୁହେଁ ବେକ ଧରା ଧରି ହୋଇ କାନ୍ଦି ଉଠିଲେ ଏଡ଼େ ପାଟି କରି। କେତେ ସମୟ କାନ୍ଦିଲା ପରେ ନିଜକୁ ନିଜେ ପ୍ରବୋଧ ଦେଇ ଖାଇବା ଆରମ୍ଭ କଲେ। ଦୁହେଁ ଦ୍ୱାରଆଡ଼େ ଚାହିଁ ଦେଖନ୍ତି ତ ରାଧା ଆଖି ପୋଛୁ ପୋଛୁ ଚାଲିଯାଉଛି। ଅଳକା ଡାକ ଛାଡ଼ିଲେ-ରାଧା ଆସୁନୁ, ଚାଲିଯାଉଛୁ କାହିଁକି? -ନାଇଁ ନାନୀ, ତୁମକୁ ସିନା ଏତେବେଳକୁ ଖାଇବାକୁ ବେଳ ମିଳିଲା ମୋର କେତେ କାମ। ସଞ୍ଜ ସଳିତା କରିବି, ପାଣିପୁଣା ଟିକିଏ ବୋଲି ଘରେ ନାହିଁ ଆଣିବି। ନଣନ୍ଦ ଭାଉଜ ଏକାଠି ଖାଉଛ, କେତେ ଭଲନାଗୁଛି ଦେଖିବାକୁ। ଇଏ ଯାଇ ଯେମିତି କହିଛନ୍ତି ମୁଁ ତ ଦୌଡ଼ୁଛି ଦେଖିବାକୁ। ଏଥର ମୋ ମନ ଭାରି ଖୁସି, ମୁଁ ଯାଉଛି। ଦୁହେଁ ଖାଇସାରି କଳ ପାଖରେ ଯାଇ ହାତ ଧୋଇଲେ। ତାପରେ ଦୁହେଁ ଦୁହିଁଙ୍କୁ ଚାହିଁ ହସିଉଠିଲେ। ଭାଉଜ କପଟ ରାଗ ଦେଖାଇ ମୌସୁମୀ ମୁହଁକୁ ଆଞ୍ଜୁଳାଏ ପାଣି ଛାଟି କହିଲେ-ଏତେ ହସୁଛୁ କାହିଁକି? ମୌସୁମୀ ଅଞ୍ଚଳରେ ମୁହଁ ପୋଛୁ ପୋଛୁ ହସି ହସି ଦଉଡ଼ି ପଳାଇଲା। ଚାରିଟାବେଳେ ମୌସୁମୀ ନିଦରୁ ଉଠି ଦେଖିଲା ଭାଇନା ଭାଉଜ କୁଆଡ଼େ ବାହାରିଛନ୍ତି-। ଧାଇଁଆସି ପଚାରିଲା-ତୁମେ କୁଆଡ଼େ ଯାଉଛ ଭାଉଜ,ମୁଁ ଯିବି। -ନାଇଁ ମା' ତୁ ଆଜି ଯାଆନା, ମୁଁ ଜଣକ ଘରକୁ ଯାଉଛି। ତୁ ବରଂ ବାପାଙ୍କୁ ଟିକେ ଦେଖିବୁ, ମୋର ଡେରି ହୋଇଗଲେ ତାଙ୍କୁ ଖାଇବାକୁ ଦେବୁ। ଟୁଲୁ କଥା ବି ବୁଝିବୁ। ଆମେ ସମସ୍ତେ କାଲି ଖଣ୍ଡଗିରି ଯିବା, ହେଲା। ହଉ କହି ପ୍ରଜାପତି ପରି ଉଡ଼ିଗଲା ମୌସୁମୀ। ଭାଇନା ଭାଉଜ ସ୍ନହଭରା ଆଖିରେ ଚାହିଁ ରହିଲେ ତା' ଯିବା ବାଟକୁ। ଏକା ସାଙ୍ଗରେ କହିଉଠିଲେ ବାୟାଣୀ। ତନୁଙ୍କ ଘରେ ପହଞ୍ଚିବା ବେଳକୁ ସୂର୍ଯ୍ୟ ଯାଇ ପଶ୍ଚିମ ସୀମାନ୍ତରେ ଆଉଜି ପଡ଼ିଥିଲେ। ସତେକି ଶୋଭାମୟ ପୃଥିବୀକୁ ଆଉଥରେ ମନଭରି ଦେଖିନେଉଥିଲେ କ୍ଷଣେ ରହି। ଯିବି ଯିବି କରି ଯାଇପାରିନାହାନ୍ତି। ସେହି ରକ୍ତରଙ୍ଗା ସନ୍ଧ୍ୟା ଅଳକାଙ୍କ ମନକୁ ଉଦାସ କରିଦେଲା। ବିଷନ୍ନ ଦୁଇ ଆଖି ମେଲି ଚାହିଁ ରହିଲେ ସେ ବିଦାୟୀ ସୂର୍ଯ୍ୟଆଡ଼େ। ସାରା ଦୁନିଆକୁ ଅନ୍ଧକାର କରି ସୂର୍ଯ୍ୟ ଅସ୍ତ ଯାଇଛନ୍ତି। ପୁଣି କାଲି ସକାଳେ ଯାଇ ଅନ୍ଧକାର ପୋଛିନେବେ ତାଙ୍କ ସୁନାଝରା କରରେ। ମୌସୁମୀ ଚନ୍ଦ୍ରମା ବି ଚାଲିଯିବ ମୋ ଘର ଅନ୍ଧକାର କରି। ଆସିବ ଯାଇ ଛମାସ ବରଷକେ କେବେ ଥରେ। ବୁଣିଦେବ ଆଲୋକ-କଣା ରାଶି ରାଶି। କିନ୍ତୁ ମାସେ ପନ୍ଦର ଦିନ ରହି ଚାଲିଗଲା ବେଳେ ଅଞ୍ଚଳରେ ତା'ର ଗୋଟାଇ ନେଇ ଯିବ ସେହି ଆଲୋକ-କଣା ସବୁ। ଘର ପୁଣି ଅନ୍ଧକାର। -ନାନୀ, ଏଠି ଠିଆ ହୋଇ ରହିଲ କାହିଁକି, ଆସ ଘରକୁ ଆସ। ସୂର୍ଯ୍ୟକାନ୍ତଙ୍କ ଆଡ଼େ ଆଖିପଡ଼ିବାରୁ କାନ୍ଧରେ ଲୁଗା ଟାଣିନେଲା ତନୁ। ଅଳକା ଗେଟ୍ ସାମନାକୁ ଠିଆ ହୋଇଗଲେ ବୋଲି ତାଙ୍କୁ ଦେଖି ଧାଇଁ ଆସିଥିଲା। ସୂର୍ଯ୍ୟକାନ୍ତ ପ୍ରାଚୀର ଆଢ଼ୁଆଳରେ ଠିଆ ହୋଇଥିଲେ, ସେଥିପାଇଁ ତାଙ୍କୁ ସିଏ ଦେଖିପାରିନଥିଲା। ଅଳକା ପଚାରିଲେ-ଭାଇନା ଘରେ ଅଛନ୍ତି ତ। -ହଁ, ଅଛନ୍ତି। ତାଙ୍କର ଆଜି ଭାରି ମୁଣ୍ଡ ବିନ୍ଧୁଛି ବୋଲି କୁଆଡ଼େ ଯାଇନାହାନ୍ତି। ଅଳକା, ଅପରାଜିତା, ଦିବ୍ୟେନ୍ଦୁ ବସି ବିଭାଘର ସମ୍ପର୍କରେ ବହୁତ କଥାହେଲେ। ଦିନ ବି ନିର୍ଦ୍ଦିଷ୍ଟ ହୋଇଗଲା। ଆହୁରି ଏଣୁତେଣୁ ବହୁତ କଥାବାର୍ତ୍ତା ହୋଇ ସେମାନେ ଖାଇ ପିଇ ବାହାରିଲେ। ଅଳକା ଡାକ୍ତରଙ୍କ ହାତଧରି କହିଲେ-ଆପଣ ଏପରି ରହିଯିବେନି। ବାପା ଆପଣଙ୍କ ପାଇଁ ବାୟା ହୋଇଯାଇଛନ୍ତି।